ସେଠାକୁ ଗଲେ ସବୁ ବ୍ୟବସ୍ଥା ସହଜରେ ହୋଇ ପାରିବ। ସବୁ ସୁବିଧା ମଧ୍ୟ ସେଠାରେ ଅଛି। ହଉ ତୁ ଯା ମୁଁ ଆଜି ତୋ' ବୋଉ ସହି ପରାମର୍ଶ କରି ଆଜି ରାତିରେ କହିବି। କଲ୍ୟାଣୀ ଫେରି ଆସିଲା। ଦୀନବନ୍ଧୁ ଆରାମ୍ ଚେୟାର ଉପରେ କିଛି ସମୟ ନୀରବରେ ବସି ରହିଲେ। ବର୍ତ୍ତମାନ ସେ କ'ଣ କରିବେ? ଗୋଟିଏ ପକ୍ଷରେ କଲ୍ୟାଣୀ, ଅନ୍ୟ ପକ୍ଷରେ ନିର୍ମଳା; ମଝିରେ ଏ ଘରବାଡ଼ି ଆଉ ଗାଁ। ତିନୋଟି ସମସ୍ୟା ସମାଧାନ କରିବାକୁ ତାଙ୍କୁ ପଡ଼ିବ। ନଚେତ୍ ଉପାୟ ନାହିଁ। ଆଜିକାଲି ଚାଷର ଯାହା ଅବସ୍ଥା ହେଲାଣି ଲାଭର ପ୍ରଶ୍ନ ନାହିଁ କେବଳ କ୍ଷତି। ପର ହାତକୁ ଅନାଇ ଚାଷ କରି ହୁଏନି, କି ହେବ ନାହିଁ। ମୂଲିଆ ମଜୁରୀ ଯାହା ହେଲାଣି, ତାହା କହିବା କଥା ନୁହେଁ। ପାନବଟାରୁ ଖଣ୍ଡେ ପାନ ଆଣି ପାଟିରେ ପୂରାଇଲେ। ଦୂରକୁ ଚାହିଁଲେ ହାଡ଼ିବନ୍ଧୁ ଆସୁଛି। ଗାଁର ଚାଷୀ ଭଲ ଲୋକଟି। ପାଖକୁ ଡାକିଲେ, ବସ ହାଡ଼ିବନ୍ଧୁ, କୁଆଡ଼େ ଯାଇଥିଲ? ନାହିଁ ଆଜ୍ଞା ଯିବି କୁଆଡ଼େ। ନୂଆ ଗାଡ଼ିଆ ଜମିଆଡ଼େ ବୁଲି ଯାଇଥିଲି। ଯାହା ଦେଖିଲି, ମନ ଖରାପ ହୋଇଗଲା। ବର୍ଷା ନାହିଁ ଗଛଗୁଡ଼ାକ ହଳଦିଆ ପଡ଼ିଗଲାଣି। କୋଦୁଅଖଣ୍ଡି ଗଲି ସେଠି ସେହି ଅବସ୍ଥା। ଯୋର ସେପାରି ଗଲି ତା'ଠାରୁ ଆଉରି ବଳି ଅବସ୍ଥା। ମନ ଖରାପ ହେଲା ବୁଲି ବୁଲି ଆସୁଛି। ମେଘର ଯାହା ଅବସ୍ଥା, ମରୁଡ଼ି ଜଳ ଜଳ ଆଖିକୁ ଦେଖାଯାଉଛି। ଅଧା ଖଣ୍ଡିଆ ବିଡ଼ି ଟାଣି ଦିଆସିଲି ମାରିଲା ହାଡ଼ିବନ୍ଧୁ। ମୁଁ ଶୁଣୁଛି ଆପଣ କୁଆଡ଼େ ରାଉରକେଲା ଯାଉଛନ୍ତି। ସେହିକଥା ଭାବୁଛି ହାଡ଼ିବନ୍ଧୁ! କ'ଣ କରିବି। ଗାଁ ଛାଡ଼ି ଯିବାକୁ ଇଚ୍ଛା ହେଉନି। ମୋତେ ସହର ବଜାରରେ ଭଲ ଲାଗିବ ନାହିଁ। ଏଇ ଗାଁ ମୋର ଭଲ। ତୁମ୍ଭମାନଙ୍କୁ ଦେଖିଲେ ମୁଁ ସବୁ ଭୁଲିଯାଏ। ସେ ହୋ ହୋ ଗୁଁ ଗାଁ କେଁ କଟର ମୋତେ ଭଲ ଲାଗିବ ନାହିଁ କି ମୁଁ ସେଠାରେ ଚଳିପାରିବି ନାହିଁ। ଯାଉନା ବାବୁ ବୁଲି ଆସିବ, ଏଠି କାହିଁକି ବସିଛ। ବୁଢ଼ା ହେଲ, ବଳ ହଟିଲା, ଏବେ ପୁଅ ବୋହୂ ସହିତ ବୁଲିବା କଥା। ଦିନାକେତେ ପୁଅ ବୋହୂ ପାଖରେ ରୁହ। ଆଉ ଦିନାକେତେ ଝିଅ ଜ୍ୱାଇଁ ପାଖରେ ରୁହ। ନିର୍ମଳା କହୁଛି ମୋ ସହିତ ଆସ, କଲ୍ୟାଣୀ କହୁଛି ମୋ ସହିତ ଆସ। ମୁଁ କା କଥା ରଖିବି? ହାଡ଼ିବନ୍ଧୁ, ତୁମେ କୁହ। ଏଠି ଛ'ମାସ, ସେଠି ଛ'ମାସ ରୁହ। ମଠରେ ଖାଇ ଖଟରେ ଗଡ଼ିବ। ରେଳ ଚଢ଼ିବ, ମଟର ଚଢ଼ିବ; ସିନେମା ଦେଖିବ, ଥିଏଟର ଦେଖିବ, ପଙ୍ଖା ତଳେ ଶୋଇବ, ମାଛ, ମାଂସ, ଅଣ୍ଡା ଖାଇ କେଇଦିନ ଭିତରେ ପାଚିଲା ବେଲଭଳି ଗୋଲଗାଲ ହୋଇଯିବ। କ'ଣ ବାବୁ ତୁମେ କହୁଛ। ଯାଅ ଯାଅ ପୁଅ, ବୋହୂ ଝିଅ, ଜ୍ୱାଇଁ ସହିତ ଘୂରିଆସ। ବିଡ଼ି ଶେଷାଂସରୁ ଖୁବ୍ ଜୋରସୋର ଶୋଷିନେଇ ଅବଶିଷ୍ଟାଂଶକୁ ଦୂରକୁ ଫୋପାଡ଼ି ଦେଇ ହାଡ଼ିବନ୍ଧୁ ଉଠି ଚାଲି ଆସିଲା। ଦୀନବନ୍ଧୁ ତା' ଗଲା ପଥକୁ ଚାହିଁ ମୁରୁକି ମୁରୁକି ହସିଲେ। ଭାବିଲେ ଗାଁ ଛାଡ଼ି ବିଦେଶ ଯିବେ। ଏଇ ଗାଁ, ଏଇ ମାଟି, ଏଇ ନଈ, ଏଇ ବିଲ ବାଡ଼ି, ଭାଇବନ୍ଧୁ, କେତେ ସରଳ, କେତେ ନିରୀହ, କେତେ ସୁନ୍ଦର ସତେ। ଏ କ'ଣ ସବୁ ସହର ଭିତରେ ମିଳିବ? ଅସମ୍ଭବ। କିନ୍ତୁ ପୁଅ ବୋହୂ, ଝିଅ ଜ୍ୱାଇଁ ସେମାନଙ୍କ କଥା ମଧ୍ୟ ବୁଝିବାକୁ ପଡ଼ିବ। ଆପଣ ଆଗରେ ବସନ୍ତୁ। ବୋଉ ମଧ୍ୟ ଆପଣଙ୍କ ପାଖରେ ବସନ୍ତୁ, ଭାଇ, ନୂଆବୋଉ, ନିର୍ମଳା ପଛରେ ବସନ୍ତୁ, ଶୀତାଂଶୁ ଦୀନବନ୍ଧୁଙ୍କ ଉଦ୍ଦେଶ୍ୟରେ କହିଲେ। ବାଆଁ ହାତରେ କାର୍ର ଦରଜା ଖୋଲି ଧରିଥାନ୍ତି। ଦୀନବନ୍ଧୁ ଗାଁ ଲୋକମାନଙ୍କୁ ଚାହିଁଥାନ୍ତି। ନିର୍ମଳା, କଲ୍ୟାଣୀ ଗାଁର ଛୋଟ ଛୋଟ ପିଲାଙ୍କ ହାତରେ ପଇସା ବାଣ୍ଟୁଥାନ୍ତି। ଗୁରୁପଦ ଗାଁ ଯୁବକ ଦଳର ସେକ୍ରେଟାରୀଙ୍କ ସହିତ ଗାଁ ସ୍କୁଲ ବିଷୟରେ ଆଲୋଚନା କରୁଥାନ୍ତି। ତାଙ୍କ ଉପରେ ଦୁଇଶତ ଟଙ୍କା ଚାନ୍ଦା ହୋଇଛି। ମାଇନର ସ୍କୁଲ ପରିବର୍ତ୍ତେ ହାଇସ୍କୁଲ କରିବା ତାଙ୍କର ଇଚ୍ଛା। ଗୁରୁପଦ ସମ୍ମତି ଜଣାଉଛି। ନିଶ୍ଚୟ ସେ ସାହାଯ୍ୟ କରିବ। ଏ ବର୍ଷକ ଭିତରେ ସେ କିଛି ଟଙ୍କା କଲେକ୍ସନ କରିବ। ଆସନ୍ତୁ ଡେରି ହୋଇଗଲା। ଶୀଘ୍ର ଗଲେ କଟକରେ ଆଉ କିଛି କାମ ଅଛି, ତା'କୁ ସାରି ଜଗନ୍ନାଥ ଏକ୍ସପ୍ରେସ୍ ଧରିବାକୁ ପଡ଼ିବ, ଶୀତାଂଶୁ ପୁନର୍ବାର ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲେ।